ରାଉତର ସେ ପାଗଳା ପୁଅଟା ଘରେ ଅଛିନା। ମୁଁ କହିଲି ଆଃ ରତନୀ ଇମିତି ବହୂ ଗାଁ ଗୋଟାକରେ ନାହିଁ। ''ପାଗଳା ପୁଅ? '' ରତନୀ ପଚାରିଲା। ତା' ମନରେ କାହିଁକି ଖଟକା ଲାଗିଲା। ''ନାଇଁଲୋ, ପାଗଳା କାହିଁକି ହୁଅନ୍ତା। ଭଲ ଜୁଆନ୍ ଟୋକାଟାଏ। ରାଉତ ତାକୁ ଯେତେ ପଢ଼େଇଲା ପଢ଼ିଲା ନାହିଁ। ଚଗଲା ଧଇଲା। ଖାଲି ପିଗଲ ପଫିଅଲ ଫିଅଲ। ତା' ସାନ ଭାଇ ପଢ଼ିଯାଉଚି କେତେ କ'ଣ ଏବେ ସେ ପଢ଼ିଗଲାଣି। ଏଉଟାର ଆଉ ପାଠ ହେଲାନାହିଁ। ଏଣେତେଣେ ବୁଲିଲା। କେଇମାସ ହବ ଘରେ ଆସି ବସିଚି। ଏଇ ବାଟେ ସାଇକଲରେ ଦିନରେ ଶହେ ଥର ଯାଉଚି ଆସୁଚି, ତୁ ଦେଖି ନଥିବୁ କି। ଆଚ୍ଛା ସୁନ୍ଦର ଡଉଲ ଡାଉଲ ଜୁଙ୍ଘାକୁ ଜୁଆନ୍ଟିଏ ମ! ହଁ ବଳିଲା ବଳିଲା ହାତ ଗୋଡ଼, ବେଶ୍ ମଜବୁତ୍। ଏକା ପିଲାଟିର ସ୍ୱଭାବ ଚରିତ୍ର ଭାରି ଭଲ। ପାଠ ନପଢ଼ିଲେ କ'ଣ ହେଲା ଦୟା ଧରମ ଅଛି। ମନଟା ତା'ର ବଡ଼ ଉଦାର। ଗରିବଙ୍କ ଦୁଃଖ ଦେଖିଲେ ସେ ରହିପାରେ ନାହିଁ। ସେଦିନ କିଏ ଗୋଟେ ଆସି ଦୁଆରେ କାନ୍ଦିଲା। ଫିଙ୍ଗି ଦେଲା ଟଙ୍କାଟେ। ମୁଁ କେବେ ହାତପାତି ମାଗିନାହିଁ। ମାଗିଲେ ଯାହା ମାଗିଲେ ଦେଇ ଦିଅନ୍ତା। ଟଙ୍କାର କେଉଁ ଏବେ ଅଭାବ ଯେ। ରତନୀର ମନରେ କିମିତି ଟିକିଏ ଆଶା ହେଲା। ତା' ଦୁଃଖ ଜାଣିଲେ ଯଦି କ'ଣ ହବ କିଏ ଜାଣେ। ପୁଣି ଚାଉଁକିନା ତା' ଛାତିରେ ଲାଗିଗଲା ଜୁଙ୍ଘା ଜୁଆନ୍ଟାଏ। ଡର ଆଉ ଦରକାର, ଦୁଇଟା ଭିତରୁ ଦରକାର ବଡ଼ ହେଲା। ନିଧିଆ ବୋଉ ଧାର ଶୁଝିବାକୁ ହବ। ଶୁକୁରାତ କାହିଁ ଆଉ ଟଙ୍କା ପଠେଇଲା ନାହିଁ। ଧାନ ସେ କୁଟିବ, ନକୁଟି ଚାରା କ'ଣ! ସେ ନିଷ୍ଠା ଜବାବ ଦେଲା କାଲି ଯିବ। ସେଦିନ ରାତିରେ ପୁଣି ସେ ଭୂତଟା ଆସିଲା। ସୁଲୁସୁଲିଆ ପବନ ଦଉଥାଏ। ଭାରି ଶୀତ। ବାଦଲ ଖଣ୍ଡେ ଭାସି ଭାସି ଚଉଠି ଜହ୍ନକୁ କୋଉଠିଁ ଲୁଚେଇ ରଖି ଦଣ୍ଡକେ ପୁଣି ଚୋର ଧରିବାପାଇଁ ଛାଡ଼ି ଦଉଥାଏ ଯେମିତି। ଭାଗୁ ମହାନ୍ତି ଆରମ୍ଭ କଲେ ''ପଇସା ଅଛି ନା ସରିଲାଣି, ବାଇୟା ବୋଉ? ସଇଲେ ମୋତେ ମାଗିବୁ। ମୁଁ ତ ନିତି ଏଇବାଟେ ଯାଉଚି। ଲାଜ କ'ଣ ଗୋଟାଏ? ଶୁକୁରା ପାଞ୍ଚ ଟଙ୍କା ପଠେଇଚି। ତୋ ପାଖରେ ଖରଚ ହୋଇଯିବ ମାଇପି ଲୋକ କିଏ ଠକି ଭୁଲେଇ ନେଇଯିବ କି କୁଆଡ଼େ ପକେଇ ଦେବୁ ସେଥିପାଇଁ ଶୁକୁରା ଲେଖିଥିଲା, ମୁଁ ରଖିଚି କହିବୁ ତ ଦେଇଦେବି। ରତନୀ ଏଥର କଥା ନକହି ରହିପାରିଲା ନାହିଁ। ରାଗରେ ତା' ଭିତର ଉଷୁମ ହେଇ ଆସୁଥିଲା। ଲାଜର ଥଣ୍ଡାଟା ଭାଙ୍ଗି ଯାଉଥିଲା ତା' ଗରମରେ। ତା' ଘଇତା ରୋଜଗାର କରି ଟଙ୍କା ପଠେଇବ କଲିକତା ମୁଲକରୁ ଇଏ କିଏ ପୂରେଇ ପଣ୍ଡା ଆସିଲେ ଏଠିକି, ତା' ପଇସାକୁ ମାଡ଼ି ବସିବେ ଏତେ! ସେ ବତେଇ ଦେଇଥାନ୍ତା ସାଫ୍ସାଫ୍। କିନ୍ତୁ ପାରିଲା ନାହିଁ ଭାଗୁ ମହାନ୍ତିକି ଡର ଆଉ ଲାଜ। ନକହି ନକହି ତଥାପି କହିଲା ମୁଁ ପାଞ୍ଚ ସେର ଚାଉଳ ଧାର କଲିଣି ଲୁଗାନାହିଁ । '' ''ଆଚ୍ଛା ଆଚ୍ଛା, ବେଶ୍ ବେଶ୍, ଆଉ ଚାରିଟା ଟଙ୍କା ତ? ଦେଇ ଦେବି। ଏଇଲେ ତ ପାଖରେ ନାହିଁ ଟଙ୍କା। ଦେଖେ ଓ ଟଙ୍କାଟିଏ ଅଛି ନେଇଥା ବାକି ତିନି ଟଙ୍କା କାଲି ଦେଇଗଲେ ହବ ତ? ନେ'' ଏଥର ଆଉ ଭାଗୁ ମହାନ୍ତି ଟଙ୍କାଟାକୁ ଆଣି ହାତରେ ଗୁଞ୍ଜି ଦେଇଗଲା ନାହିଁ। ଟଙ୍କା ଧରି ସେ ଠିଆ ହେଲା ତା'। ଜାଗାରେ। ଭାବୁଥିଲା କି କ'ଣ ରତନୀ ଯାଇ ତା' ହାତରୁ ଟଙ୍କା ନେଇ ଆସିବ। ରତନୀ ଗଲା ନାହିଁ। ''କିଲୋ ନେ ନେଇଯା ନଉନୁ ମଲାମ ଲାଜ। ଲାଜ ଆଉ କୋଉଠି, ନା ମୋରି ପାଖରେ'' କହୁ କହୁ ପାଖକୁ ଲାଗି ଆସିଲା। ରତନୀ ଉଁ କି ଚୁଁ କିଛି କହିଲା ନାହିଁ। ସେ ଭିତରେ ଭିତରେ ଥରୁଥାଏ। ରାଗରେ କି ଭୟରେ କି ଜାଣି! ଭାଗୁ ମହାନ୍ତି ଏଣିକି ତେଣିକି ଦି'ଥର ଚାହିଁଲା। ରତନୀ ଦେଖିପାରିଲା। କେହି ନାହାନ୍ତି କୁଆଡ଼େ। ସେ ନିଶ୍ଚିନ୍ତ ହେଲା କି ଭୟ କଲା ବୁଝି ପାରୁ ନଥାଏ। କାଳେ କିଏ ଦେଖି ନେବ। କିନ୍ତୁ କେହି ଯଦି ନ ଆସନ୍ତି ତେବେ ଏ କଥାଟା ଆଗେଇ ଆଗେଇ କେତେ ଦୂର ଯିବ କିଏ କହିବ। ''ଭଲାରେ ଲାଜକୁଳୀ! '' କହି ରତନୀର ସେଇ ଛୋଟ ପଣତର ଅଫେର କାନିରୁ ଗୋଟେ ପାଖ ଧରି ପକେଇଲା।